ମୋର ତ ଆଉ କିଛି ଦରକାର ନାହିଁ କେବଳ ତମ ପରିଚୟ। ତମର ଜନ୍ମତିଥି ଆଜି। ସାତବର୍ଷ ହୋଇଗଲା। ଏଇ ଦିନଟିରେ ମୁଁ ଶାନ୍ତ ମନରେ ପ୍ରାର୍ଥନା କରିଆସିଛି ବିଶ୍ଵପିତାଙ୍କୁ-ଶିଳ୍ପୀକୁ ମୋର ଦୀର୍ଘଜୀବୀ କର ପ୍ରଭୁ, ଶାନ୍ତି ଦିଅ, କଲ୍ୟାଣ ଦିଅ, ସୁଖୀ କର। ଏ ଦିନଟିରେ ତୁମକୁ ପାଖରେ ପାଇଥିଲେ ମୁଁ ଖୁସି ହୋଇଥାନ୍ତି। ତମେ ଯେଉଁଠି ଥାଅ ପଛେ ସୁରକ୍ଷା ହୁଅ। ଏ ଏକତ୍ଵକୁ ସ୍ଵୀକାର କରିବାରେ ତମର କୁଣ୍ଠା ନ ଆସୁ। କାଲି ସମ୍ମିଳନୀ କାମ ସାରି ଶୁଭରେ ଫେରିଯାଇଥିବ। ତମର ସଭାକାର୍ଯ୍ୟ ଚାଲିଥିଲା। ମୁଁ ଚାଲିଆସିଲି। କାଲି ଲଞ୍ଚ୍କୁ ନିମନ୍ତ୍ରଣ ଥିଲା। ଏ ସବୁ ଭିତରେ ମୁଁ ଯାଏନି। ସତକଥା କହିବାକୁ ଗଲେ ଦଳେ ଅଭଦ୍ର, ନୀଚ ମନୋଭାବର ଲୋକଙ୍କ ଉଚ୍ଛ୍ଵାସ। ଅଶ୍ଳୀଳ ଆଲୋଚନା ଛଡ଼ା ଏଠି ଆଉ କିଛି ଅନୁଭୂତିରେ ଆସେନି। ତମ ଆଖି ସେଠି ହୁଏତ ଥରକ ପାଇଁ ମତେ ନିରୀକ୍ଷଣ କରିଥିବ, ମତେ ଖୋଜିଥିବ। ବିରାଟ ସେ କୋଠାରେ ବସି ସେତେବେଳେ ମୁଁ ଭାବୁଥିଲି ତମ କଥା। ତମ ଚଲାପଥ ପୁଷ୍ପିତ ହେଉ, ଚନ୍ଦନାସ୍ତୃତ ହେଉ-ଏତିକି କାମନା କରୁଥିଲି। ଉଦାସ ମନେହେଉଛି କି ମତେ? ହଁ ସୁନା, ଏଇ ଦିନଟିରେ ମୁଁ ଉଦାସ ହୋଇଥାଏ। ସମସ୍ତ ମନ ହୃଦୟର ବ୍ୟାକୁଳତା ନେଇ ତୁମକୁ ମୁଁ ନିବେଦନ କରେ। ଆତ୍ମାର ବିଳାପ ଶୁଣେ ତମର ଉଦ୍ଦେଶ୍ୟରେ। ମତେ ନିଅ; ଏ କଦର୍ଯ୍ୟତା, ଏ ଦ୍ୱନ୍ଦ, ଏ ଇତରତା, ଅଶ୍ଲୀଳତା ଭିତରୁ ମତେ ନେଇଯାଅ। ମୁଁ ପାରୁନି। ସବୁ ଅଭିମାନ ତମର ଉଦ୍ଦେଶ୍ୟର ମୁଁ ବାଢ଼ିଦିଏ। ଅପରାଧ ତମର କରିଛି? କାହିଁକି ଏ ଯନ୍ତ୍ରଣା ଦେଉଛ? ମୁଁ ଠିକ୍ କ'ଣ ଚାହୁଁଛି ଜାଣିପାରୁନି। ମୋ ପାଇଁ ତମର ସ୍ନେହ ପ୍ରୀତି ଦିଅ ଏ କଥା ନୁହେଁ। କାହିଁକି ଭାବୁଛି, ତମେ ସହସ୍ରହସ୍ତ, ସହସ୍ର ମନ ହୋଇ ସାହିତ୍ୟ ସୃଷ୍ଟି କରନ୍ତନି? ଶିକ୍ଷା, ସାହିତ୍ୟ, ଦର୍ଶନ। ମତେ ତମେ ଘଣ୍ଟା-ଘଣ୍ଟାଧରି କହନ୍ତ ସେସବୁ କଥା-ମୁଁ ଶୁଣନ୍ତି, ଶିଖନ୍ତି। ମୁଁ ଭାବିଲି ସ୍ତବ୍ଧ ହୁଏ ସୁନା! ତମେ କେତେ ଜାଣ, କେତେ ବୁଝିଛ। ନା, ଲଜ୍ଜା ପାଇବାର କିଛି ନାହିଁ। ମୁଁ ଅନ୍ଧ ହୋଇନି। କିନ୍ତୁ ଏଇ ଶ୍ରଦ୍ଧା ନ ଥିଲେ ତମକୁ। ବୁଝନ୍ତି କେମିତି କହିଲ? କଅଣ ହେଲା ତମ ଇଂରାଜୀ ବହିର କଥା? ଆଉ ସେ ଗଳ୍ପ ଓ ପ୍ରବନ୍ଧ ସଂକଳନ? ବୁଝିଥିଲ? ନାହିଁ ତ, ସେ ଗଳ୍ପ ସଂକଳନ ପାଇଁ ମୁଁ ଟଙ୍କା ଦେବି। ଏତେ ଥର ସହରକୁ ଆସୁଛ, ବୁଝିଲେ ହୁଅନ୍ତାନି? ମୁଁ ପାଣ୍ଡୁଲିପି ପ୍ରସ୍ତୁତ କରିଦେଉଛି-'ମହାପୁରୁଷ ସ୍ମରଣେ'। ତମେ ସେ ଚାକିରିକୁ ଯିବାପରେ ସବୁ ଛାଡ଼ିଦେଲଣି। ଖାଲି କାମ, ସ୍କୁଲ, ପରିଦର୍ଶନ ଟୁର୍-କିନ୍ତୁ ମୋର ଅନେକକାହାଣୀ ଅଂଶ ଯେ ତମର ସେ ପ୍ରଥମ ପରିଚୟରେ ରହିଗଲା-ତମେ ସ୍ରଷ୍ଟା।, ସାହିତ୍ୟିକ, ଗାଳ୍ପିକ, ବାଗ୍ମୀ, କଳାକାର ତମେ ତ ମତେ ପାଠ ପଢ଼େଇଚ। ସାହିତ୍ୟ କଅଣ ତମଠାରୁ ଶିଖିଛି। ତମର ଅଧ୍ୟାପନା ସମୟ ଭିତରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପଢ଼ାଇଥିବ। କିଏ କଅଣ ପାଇଥିବ ମୁଁ ଜାଣେନା, କିନ୍ତୁ ସାହିତ୍ୟର ଅନନ୍ତଗର୍ଭ, ଅସୀମ ଆନନ୍ଦର ଉଲ୍ଲାସ ମତେ ଯଦି କିଏ ଦେଇଥାଏ, ତେବେ ସେ ତମେ। ଏ ଅତିରଞ୍ଜନ ନୁହେଁ ବା ଖୁସି କରିବାପାଇଁ କହୁନି। ମୋର ସେ ଶିକ୍ଷାର ପ୍ରତିଦାନ ତ ଦେଇପାରିବିନି-ସେତିକି ହେଉ ମୋର ନଗଣ୍ୟ ଶ୍ରଦ୍ଧାଞ୍ଜଳି। ତମର ଲେଖା ସବୁ ପଢ଼ିଥିଲି। କିନ୍ତୁ ସମୀକ୍ଷା କରିବାପାଇଁ ଆଜି ଯେତେବେଳେ ବିଶ୍ଳେଷଣାତ୍ମକ ଦୃଷ୍ଟି ନେଇ ପଡ଼ୁଛି ସେଥିରୁ କେତେ ଅପରୂପର ସନ୍ଧାନ ଯେ ପାଇଛି ତାର ଠିକ୍ ନାହିଁ। କିନ୍ତୁ ଶିଳ୍ପୀ, ଯାହାର ଅନଭୁବ କରିବାର ଶକ୍ତି ବା କ୍ଷମତା ନଥାଏ, ତାହାହିଁ ମୋ ଅବସ୍ଥା। ଥରେ ଥରେ ତୁମେ ଅଶାନ୍ତ ବିଷର୍ଣ୍ଣ ହୋଇପଡ଼। କାହିଁକି? ଏତିକି ପଚାରୁଛ, ଜୀବନ ତୁମକୁ କଅଣ କିଛି ଐଶ୍ୱର୍ଯ୍ୟ ଦେଇନି? ସଂସାର ତୁମକୁ କଅଣ କୌଣସି ବିଭବରେ ପରିପୂର୍ଣ୍ଣ କରିନି? ଜୀବନରୁ ତମେ ଯେତିକି ଆଘାତ ପାଇଛ, ସ୍ନେହଶ୍ରଦ୍ଧା, ପ୍ରୀତି ତା ତୁଳନାରେ କମ୍ ପାଇନ। ତମର ତ ବଡ଼ ସମ୍ପଦ ତମର ଲେଖନୀ ଅଛି। ଆହୁରି ଅନେକ କାମ ତମପାଇଁ ରହିଛି। ତମେ ଲେଖାପଢ଼ାରେ ହେଳା କରନି। ସବୁ ସତ୍ତ୍ୱେ ତୁମକୁ ଆହୁରି ବଡ଼ ହେବାକୁ ପଡ଼ିବ। ବିବ୍ରତ ଅନ୍ୟମନସ୍କ ହୋଇ ସେ କାମ ସବୁରେ ହେଳା କରନାହିଁ।